ଶେଯମିଶା ପୁଅଟିକୁ ନେଇଗଲେ। ପକାଇ ଦେଇ ଯାଇଥିଲେ ପୁଅର ଆଦରର କୁଣ୍ଢେଇଟିକୁ। ସେଇଦିନୁ ଡକ୍ଟର ମହାନ୍ତି କଣ୍ଢେଇଟିର ସେବାରେ ସାରା ରାତି କଟାଇଦିଅନ୍ତି। ଆଶାର ଦହନଜ୍ୱାଳା ଆନନ୍ଦ ପ୍ରସାଦ ନାଳୀ। ଆଠଗଡ଼ର ସଅର ସାହି ସେହିଠାରେ ଅବସ୍ଥିତ। କେଉଁ ଅଜଣା କାଳରୁ ଶବର ପଲ୍ଲୀଟି ସଭ୍ୟତାର କେତେ କେତେ ଉତ୍ଥାନ ଓ ପତନ ଦେଇ ରହି ଆସିଚି। ପୂର୍ବ ବଂଶଧର ଲୋକେ ବଣ ଜଙ୍ଗଲରୁ ଫଳ ମୂଳ ଖାଇ ପେଟ ପୋଷୁଥିଲେ। ଜନ୍ତୁ ଜୁନ୍ତା ମାରି, ପୋଡ଼ି ଉଦର ଜ୍ୱାଳା ଦୂର କରୁଥିଲେ। ମାତ୍ର ସଭ୍ୟତା ଯେତିକି ଦ୍ରୁତ ଗତିରେ ଆଗେଇ ଚାଲିଲା, ବନ ଜଙ୍ଗଲର ଉତ୍ପାଟନ ତାରି ସହିତ ତାଳ ପକାଇ ଚାଲିଲା। ଅବଶେଷରେ ସଅରମାନେ ମୂଲ ଲାଗି ପେଟ ପୋଷିଲେ। ଲାଗ ଲାଗ ଅନାବୃଷ୍ଟି ହେତୁ ଫସଲ ହେଲାନାହିଁ। ଲୋକ ମୂଲ ଲାଗିବା ପାଇଁ କାମ ଖଣ୍ତିଏ ପାଇବା ସମ୍ଭବ ହେଲାନାହିଁ। ଆଉ ଆଉ ଲୋକଙ୍କ ପରି ଧନିଆ ସହର ଚାଲିଗଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ। ସେଠାରେ ଗୋଟିଏ ବାବୁଙ୍କ ରିକ୍ସା ବୋହିଲା। ନୂଆ ସହରର ସେ ବହୁତ ପଇସା ପାଇଲା। ଥରେ ଯିଏ ତା ରିକ୍ସାରେ ବସିଲା, ଅନ୍ୟ ରିକ୍ସାକୁ ଅନାଇଲା ନାହିଁ ଆଡ଼ଚକ୍ଷୁରେ। ଧନିଆର ବଳିଷ୍ଠ ବାହୁ, ଗୋଡ଼ର ଶକ୍ତି ଓ ମନର ବଳ ଅନ୍ୟ ରିକ୍ସାବାଲାଙ୍କଠାରେ ଦେଖିବାକୁ ବିରଳ। ଅନ୍ୟ ରିକ୍ସାବାଲା ତାକୁ ଈର୍ଷା କଲେ। ହେଲେ ତାର ସୁମଧୁର ବଚନ ଓ ଶିଷ୍ଟ ବ୍ୟବହାର ସମସ୍ତଙ୍କୁ ଅବାକ୍ କରିଦିଏ। ଧନିଆ ଗରିବ; ମାତ୍ର ମନରେ ସେ ଥିଲା ଅମୀର। ଅଭାବ ଓ ଅନାଟନରେ ପଡ଼ିଥିବା ଲୋକଙ୍କୁ ମୁକ୍ତ ହସ୍ତରେ ସେ ଦାନ କରେ। ସଞ୍ଚୟ କରିବା ମହାପାପ ବୋଲି ତାର ହୃଦବୋଧ ହୁଏ। ଅନ୍ଧାର ଭବିଷ୍ୟତ ପାଇଁ କିଛି ଜମାଇବାଟାକୁ ଅପରାଧ ବୋଲି ସେ ମନେ କରେ। ଶ୍ରମିକର ଉଜ୍ଜ୍ୱଳ ବର୍ତ୍ତମାନ ଅଛି, ସେ ଅନ୍ଧାର ଭବିଷ୍ୟତକୁ ଚାହିଁବ କାହିଁକି? ବାପ ମା'ତ ତାକୁ ଛାଡ଼ି ଚାଲିଯାଇଥିଲେ। ଅନ୍ୟ ଲୋନେଞ୍ଜେରା ତାର କିଛି ନ ଥାଏ। ବେପରବାୟ ଜୀବନ କଟାଉଥାଏ ଧନିଆ। କାର୍ତ୍ତିକ ପୂର୍ଣ୍ଣିମା। ପାହାନ୍ତି ପହରରୁ ଧନିଆଁ ନିଜ ରିକ୍ସାଟି ଧରି ଆଗେଇ ଚାଲିଲା। ଆଜି ରୋଜଗାର ପାଇଁ ଗୋଟାଏ ପ୍ରକୃଷ୍ଟ ଦିବସ। ଏହିପରି ଗୋଟିଏ ଗୋଟିଏ ଦିନରେ ଧନିଆର ରୋଜଗାରର ବାଟ ଅତି ନିର୍ମଳ ହୋଇଯାଏ। ଏହି ଆୟରୁ ଲୁଗାପଟା ଆଦିର ବ୍ୟବସ୍ଥା ସେ କରି ନେଇଥାଏ। ଗୋଟାଏ ଗଳି ବାଟରେ ଚାଲିଗଲା ବେଳକୁ କନାର ଗୁଡ଼ିଆ ହୋଇଥିବା ଗୋଟିଏ ପିଲାର 'କୁଆଁ' 'କୁଆଁ' ରାବ ତା'ର ଗତିପଥ ଅବରୋଧ କଲା। ତାର ପାଦ ଆଗେଇ ଯିବାକ ଚାହିଁଲା ନାହିଁ। ସେ ଓହ୍ଳାଇ ପଡ଼ିଲା। ଭଲମନ୍ଦ ବିଚାର କିଛି ସେ କଲା ନାହିଁ। ଶିଶୁଟିକୁ କୋଳକୁ ନେଲା। ନିଜ ପଡ଼ାକୁ ନେଇଗଲା। ବୁଦ୍ଧିଆ ମା ବୁଢ଼ୀ ପାଖରେ ସମର୍ପି ଦେଇ କିଛି ଟଙ୍କା ତାକୁ ଦେଇଦେଲା। ନିଜେ ଚାଲିଲା ନିଜର କର୍ମକ୍ଷେତ୍ରକୁ। ଉଦ୍ଦୀପନା ଓ ଉତ୍ସାହ ବେଗରେ ସେ ସେଦିନ ଖୁବ୍ ରୋଜଗାର କଲା। ତା ଜୀବନ ସାରା ଏତେ ଟଙ୍କା ସେ କେବେ ପାଇ ନ ଥିଲା। ଭାବିଲା ଯେ, ତାର ଭାଗ୍ୟ ପରିବର୍ତ୍ତନ କଲା ଏ ଅଚିହ୍ନା ଶିଶୁଟି। କିଏ ସେ ନିଷ୍ଠୁର ଜନନୀ ଏ ଦେବଶିଶୁଟିକୁ ପ୍ରତ୍ୟାଖ୍ୟାନ କଲା! ଏ ସରଗର ଚାନ୍ଦକୁ ସେ ହାତ ପାହାନ୍ତାରେ ପାଇ ନିଜକୁ ଭାଗ୍ୟବାନ୍ ମନେ କଲା। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲା। ନିଜର ଭାଗ୍ୟକୁ ପ୍ରଶଂସା କଲା। ପିଲାଟି ବଢ଼ି ଚାଲିବା ସଙ୍ଗେ ସଙ୍ଗେ ସଂସାର ପ୍ରତି ଧନିଆର ମାୟା ମମତା ବଢ଼ି ଚାଲିଲା। ଖଣ୍ତେ ଜାଗା ସେ କିଣିଲା। ଘରଟିଏ ତୋଳିଲା। ପିଲାଟିକୁ ଅଧ୍ୟୟନ ପାଇଁ ପାଠଶାଳାକୁ ପଠାଇଲା ଧନିଆ। ପିଲାଟି ବି ଚମତ୍କାର ଭାବରେ ପାଠ ପଢ଼ିଲା। ସାଙ୍ଗ ପିଲାମାନେ ତାର ବିଦ୍ୟାବୁଦ୍ଧି ନିକଟରେ ହାର ମାନିଲେ। ଧନିଆଁ ଗୁରୁଜୀଙ୍କଠାରୁ ପିଲାର ଉନ୍ନତି ଶୁଣି ଆନନ୍ଦରେ ଅଧୀର ହୋଇ ଉଠିଲା। ଭଲ ଭଲ ଜାମା,ପ୍ୟାଣ୍ଟର ବ୍ୟବସ୍ଥା କରିଦେଲା ଧନିଆ। ଆସ୍ତେ ଆସ୍ତେ ଧନିଆର ବୟସ ଆଗେଇଲା। ତା ସଙ୍ଗେ ସଙ୍ଗେ ବଳ କମି ଆସିଲା। ଆଉ ଦ୍ରୁତ ଗତିରେ ସେ ରିକ୍ସା ଟାଣିବା ଅସମ୍ଭବ ହେଲା; ତା ସଙ୍ଗେ ସଙ୍ଗେ ଟାଉନ୍ ବସ୍ ପଡ଼ିଲା। ଲୋକେ ଯୁବକ ରିକ୍ସା ଚାଳକଙ୍କୁ ଅଧିକ ପସନ୍ଦ କଲେ। ବୁଢ଼ା ବୁଢ଼ା ରିକ୍ସାବାଲାମାନେ ଅନାଦ୍ରୁତ ହେଲେ।